ମୁଁ ଏବେ ମୟୂର ରୂପରେ ମନ୍ଦିରରେ ରହୁଛି। ସେଠାରେ ମୋ ପାଇଁ ଯାହା ଖାଇବାକୁ ମିଳିବ, ସେଥିରୁ ତୋ ପାଇଁ କିଛି ବଳାଇ ରଖିବି। ତୁ ସବୁଦିନେ ସେଠାକୁ ଯାଇ ଖାଇବୁ। ତା ପରଦିନ କେଉଁଆଡ଼ୁ ଗୋଟିଏ ମୟୂର ଆସି ଗଣେଶ ମନ୍ଦିରରେ ରହିଲା। ମୟୂର ରାଜକୁମାରୀକୁ ଖାଇବାକୁ ଭାତ ଦେଲା। ସେହି ଦିନୁ ରାଜକୁମାରୀ ସବୁଦିନ ମନ୍ଦିରକୁ ଯାଏ। ମୟୂର ଯୋଗୁ ତାକୁ ପେଟପୂରା ଖାଇବାକୁ ମିଳେ। ତାହାର ଆଉ ଦୁଃଖ ରହିଲା ନାହିଁ। କ୍ରମେ ତାହାର ସ୍ୱାସ୍ଥ୍ୟ ଭଲ ହେଲା। ସେ ସୁନ୍ଦର ଦିଶିଲା। ଝିଅଟା ପୁଣି କେଉଁଠି ମୋ ଅଜାଣତରେ ନିଶ୍ଚୟ ଖାଉଛି। ରାଣୀ ରାଜକୁମାରୀ ଉପରେ ପୁଣି ନଜର ରଖିଲେ। କିଛି ଦିନ ପରେ ସେ ତାହାର ମନ୍ଦିରରେ ଖାଇବା ବିଷୟ ଜାଣିପାରିଲେ। ସଙ୍ଗେ ସଙ୍ଗେ ଦାସୀକୁ ପଠାଇ ସେ ମୟୂରକୁ ଉଆସକୁ ନେଇଆସିଲେ। ନିଜ ହାତରେ ସେ ମୟୂରକୁ ମାରିଦେଲେ। ତାହାର ମାଂସକୁ ତରକାରି କରି ଖାଇଲେ। ରାଣୀ ଏଥର ରାଜକୁମାରୀକୁ ଆଉ ବାହାରକୁ ଛାଡ଼ିଲେ ନାହିଁ। ତାକୁ ଉଆସ ଭିତରେ ରଖିଥାନ୍ତି। ପୂର୍ବ ଅପେକ୍ଷା କମ୍ ଖାଇବାକୁ ଦିଅନ୍ତି। ଫଳରେ ଭୋକ ଉପାସରେ ସେ ପୁଣି ଶୁଖିଗଲା। କିଛି ଦିନ ପରେ ରାଜକୁମାରୀର ଭାଇ ତା ପାଖକୁ ସ୍ୱପ୍ନରେ ଆସିଲା। କହିଲା, ଅପା! ତୋ ଦେହ ଶୁଖି ଶୁଖି କ'ଣ ହେଲାଣି ତାହା ଦେଖି ମୁଁ ଆଉ ସହିପାରୁନାହିଁ। ରାଣୀ ମାଆ ତୋତେ ପେଟ ପୂରାଇ ଖାଇବାକୁ ଦେଉନାହିଁ। ତା ପରେ ଖଟେଇ ଖଟେଇ ମାରୁଛି। ତାହାର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ମୁଁ ଏବେ ତା ପେଟରେ ପୁଅଟିଏ ହୋଇ ଜନ୍ମ ହେବି। କାନ୍ଦି କାନ୍ଦି ସମସ୍ତଙ୍କୁ ଅଥୟ କରିବି। ରାଣୀ କୋଳରେ ତ ମୁଁ ପୁ ମୋଟେ ଚୁପ ରହିବିନି। କେବଳ ତୁ ମୋତେ କୋଳରେ ଧରିଲେ ମୁଁ ଚୁପ ହେବି। ଜାଣିଥା ତୋତେ ଛାଡ଼ି ମୁଁ ଆଉ କାହାରି ପାଖରେ ରହିପାରିବିନି। ଦେଖିବୁ, ବଡ଼ ହେଲେ ମୁଁ ରାଣୀର ଗର୍ବ ଭାଙ୍ଗି ଦେବି। ଏମିତିକା ସ୍ୱପ୍ନ ଦେଖି ରାଜକୁମାରୀର ମନ ଖୁସି ହୋଇଗଲା। ତାହାର ଆଶା, ଦିନେ ନା ଦିନେ ତା ଦୁଃଖ ଦୂର ହେବ। ତାକୁ ଭାଇ ଆସି ରକ୍ଷା କରିବ। ସେହି ଆଶା ରଖି ସେ ସବୁ କଷ୍ଟ ଭୁଲିଯାଏ। କିଛି ଦିନ ପରେ ରାଣୀ ଗର୍ଭବତୀ ହେଲେ। ତାଙ୍କର ପୁଅଟିଏ ହେବାର ଶୁଣି ରାଜ୍ୟ ସାରା ଆନନ୍ଦ ଖେଳିଗଲା। ଦଶ ମାସରେ ରାଣୀଙ୍କର ପୁଅଟିଏ ଜନ୍ମ ହେଲା। ରାଜାଙ୍କ ଆନନ୍ଦର ସୀମା ରହିଲା ନାହିଁ। ପୁଅକୁ କୋଳରେ ଧରି ରାଜା ଆନନ୍ଦରେ ନାଚିଲେ। ସମସ୍ତେ ଘିଅ ଦୀପ ଜାଳିଲେ। ମିଠାଇ ବଣ୍ଟା ହେଲା। ନାଚଗୀତ ହେଲା।ରାଜକୁମାରୀ ଯେ ସବୁଠାରୁ ଖୁସି ଏହା କେହି ଜାଣି ନ ଥିଲେ। ସେ ଜାଣେ, ତାହାର ଭାଇ ଜନ୍ମ ନେଇଛି। ସେ ବଡ଼ ହେଲେ ତାକୁ ରାଣୀ ମାଆର ଅତ୍ୟାଚାରରୁ ରକ୍ଷା କରିବ। ସେ ବଡ଼ ହେବା ଯାଏ ତାକୁ ସବୁ କଷ୍ଟ ସହିବାକୁ ପଡ଼ିବ। ଏଣେ ରାଜା ରାଣୀ ମହା ଅସୁବିଧାରେ ପଡ଼ିଥାନ୍ତି। ପୁଅଟି ଜନ୍ମ ହେଲା, ମାତ୍ର ସବୁବେଳେ ଖାଲି କାନ୍ଦୁଛି। ତାକୁ ତୁନି କରିବାକୁ ଯେତେ ଯାହା କରାଯାଇଛି, କେଉଁଥିରେ ତୁନି ହେଉନି। ରାଣୀ ତାକୁ କୋଳରେ ଧରିଥାନ୍ତି। ରାଜା ମଧ୍ୟ କୋଳକୁ ନିଅନ୍ତି। ପିଲାଟି ଚିତ୍କାର କରି କାନ୍ଦୁଥାଏ। ରାଜା ବଇଦ, ଜ୍ୟୋତିଷଙ୍କୁ ଡକାଇଲେ। କେତେ ଝଡ଼ାଫୁଙ୍କା ହେଲା, ମାତ୍ର କାହିଁରେ ପୁଅର କାନ୍ଦ ବନ୍ଦ ହେଲା ନାହିଁ। ଶେଷରେ ରାଜକୁମାରୀ ଆସି ରାଜାଙ୍କୁ କହିଲା, ବାପା, ମୋତେ ଟିକିଏ କୁନି ପୁଅକୁ ଧରିବାକୁ ଦିଅ। ଦେଖ, ମୋ ପାଖକୁ ଆସିଲେ ସେ ଚୁପ ହେଉଛି କି ନାହିଁ। ରାଣୀ ତା କଥା ଶୁଣି କହିଲେ, ଦୂର ପଳା। ଖବରଦାର, ତୁ ମୋ ପିଲାକୁ ଛୁଇଁବୁ ନାହିଁ। ବଡ଼ ବଡ଼ ଗଲେ ଫସର ଫାଟି, ଏ କହୁଛି ପୁଅକୁ ଖେଳେଇବ? ରାଜା ପାଖରେ ଛିଡ଼ା ହୋଇଥିଲେ। ସେ ରାଣୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଏଥିରେ ଆପତ୍ତି କରିବାର କ'ଣ ଅଛି? ତୁମେ କାହିଁକି ଝିଅଟା ଉପରେ ଏପରି ରାଗୁଛ? ତାକୁ ପୁଅକୁ ଦେଇ ଦେଖ, ସେ ତୁନି ହେଉଛି କି ନାହିଁ। ଝିଅ ମୁଣ୍ଡରେ ହାତ ବୁଲାଇ କହିଲେ, ନେ ଝିଅ, ପୁଅକୁ ନେ। ଡରନା, ମୁଁ କହୁଛି କୋଳକୁ ନେ।